ବାମନଜନ୍ମ ଦିବସ ଉତ୍କଳର ପ୍ରସିଦ୍ଧ ସୁନିଆ । ଏହି ଦିନ ଉତ୍କଳର ପୂର୍ବ ସମ୍ରାଟ୍ ପୁରୀ ରାଜାଙ୍କ ନୂତନ ସାଲ ଆରମ୍ଭର ଉତ୍ସବ। ଏହି ଉତ୍ସବ ଉତ୍କଳର ପ୍ରତ୍ୟେକ ମହାରାଜା। ରାଜା, ଜମିଦାର, ଲାଖରାଜଦାର ପ୍ରଭୃତିଙ୍କ ଗୃହରେ ସମାରୋହ ସହିତ ସମ୍ପନ୍ନ ହୋଇଥାଏ। ରାଜା ଏବଂ ପ୍ରଜାଙ୍କ ପ୍ରକୃତ ସମ୍ୱନ୍ଧ ଏହି ଦିନ ସୂଚିତ ହେବାର ବିଧି ଅଛି। ପ୍ରଜାମାନଙ୍କ ଭକ୍ତି ଏବଂ ରାଜାଙ୍କ ପ୍ରଜା ପ୍ରୀତି ଏହି ଦିବସ ସମସ୍ତେ ଉପଭୋଗ କରନ୍ତି। ଏହା ଉତ୍ତାରୁ ଭାଗବତଜନ୍ମ ଓ ଦୁତିଆ ଓଷା। ଏହି ଦୁତିଆ ଓଷାରୁ ଦୁର୍ଗାଦେବୀଙ୍କ ଉଦ୍ବୋଧନ ଆରମ୍ଭ ହୁଏ, ସଙ୍ଗେ ସଙ୍ଗେ ପିତୃତର୍ପଣ ମଧ୍ୟ ଆରମ୍ଭ ହୁଏ। ପିତୃତର୍ପଣର ଶେଷ ଦିବସ ମହାଳୟା ଅମାବାସ୍ୟା। ଦେବୀଙ୍କ ପ୍ରଧାନ ପୂଜା ଅର୍ଥାତ୍ ଦୁର୍ଗାପୂଜାର ସମାରୋହ ବଙ୍ଗଦେଶ ଭଳି ଉତ୍କଳରେ ନ ଥିଲେ ମଧ୍ୟ ସ୍ଥାପିତ ବିଗ୍ରହମାନଙ୍କ ନିକଟରେ ଛାଗ ମହିଷାଦି ବଳିଦାମନର ନୃଶଂସ ପ୍ରଥା ସର୍ବତ୍ର ପ୍ରଚଳିତ ଅଛି। ସମ୍ବଲପୁରର ସମଲାଇ ଦେବୀଙ୍କ ନିକଟରୁ ଆରମ୍ଭ କରି, ବଡ଼ମ୍ୱା-ଭଟ୍ଟାରିକା ବାଙ୍କି-ଚର୍ଚ୍ଚିକା, ପୁରୀ-ବିମଳା, ଝଙ୍କଡ଼ ଶାରଳା, ବାଣପୁର ଭଗବତୀ, ଯାଜପୁର ବିରଜା, ଅସୁରେଶ୍ୱର ହରଚଣ୍ଡୀ ପ୍ରଭୃତି ପ୍ରତ୍ୟେକ ଦେବୀଙ୍କ ନିକଟରେ ଅସଂଖ୍ୟ ପଶୁ ହନନ ଏହି ସମୟରେ ଉତ୍କଳୀୟ ଶରତ୍ପ୍ର ଫୁଲ୍ଲ ପ୍ରକୃତି ଦେହକୁ ବିକଳାଙ୍ଗ କରି ପକାଏ। କିଏ ଜାଣେ, ଏହା ମଧ୍ୟରେ କେଉଁ ଗୃଢ଼ ରହସ୍ୟ ନିହିତ ଅଛି? ଆମ୍ଭେମାନେ ସହଜ ଓ ସରଳବୁଦ୍ଧିରେ ଏକ ଦୃଶ୍ୟକୁ ନୃଶଂସତାପୂର୍ଣ୍ଣ ଦେଖିଥାଉଁ। ଦଶହରାର ପ୍ରକୃତ ସମାରୋହ ଉତ୍କଳୀୟ ରାଜନ୍ୟବର୍ଗଙ୍କ ମଧ୍ୟରେ ବିଦ୍ୟମାନ। କେତେକାଳ ପୂର୍ବେ ଏହି ଶାରଦୋତ୍ସବର ପବିତ୍ର ଦିବସରେ ହିନ୍ଦୁ ରାଜଗଣ ଦିଗ୍ବିଜୟରେ ବାହାରୁଥିଲେ, ବର୍ତ୍ତମାନ ଉତ୍କଳୀୟ ନରପତିମାନେ ସ୍ୱୀୟ ସ୍ୱୀୟ ଅନୁଚରବର୍ଗଙ୍କ ସହିତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ହାସ୍ୟକଳରବରେ ଅରଣ୍ୟ ପ୍ରତିଧ୍ୱନିତ କରି ମୁର୍ଗୟାଯାତ୍ରା କରନ୍ତି। କୁମାରପୂର୍ଣ୍ଣିମା ଅଥବା କୋଜାଗର ପୂର୍ଣ୍ଣିମା ଦିନ ଶରତ୍କାଳ ପୂର୍ଣ୍ଣତା ଲାଭ କରେ। ଏହି ଦିନ ଅବିବାହିତା ବାଳିକାମାନଙ୍କର ନବୋଦିତ ଶରଚ୍ଚନ୍ଦ୍ରଙ୍କୁ ପୂଜା କରିବାର ବିଧି ଅଛି। ଶୁଭ-ଜ୍ୟେତ୍ସ୍ନା-ପୁଲକିତ, ଆନନ୍ଦକଲ୍ଲୋଳ ପୂରିତ କୋଜାଗର ପୂର୍ଣ୍ଣିମାର ସନ୍ଧ୍ୟାରେ ବାଳିକାମାନଙ୍କ ସରଳ, ସ୍ନିଗ୍ଧ କୌତୁକ ହାସ୍ୟରେ ଚାରି ଆଡ଼ର ମାଧୁର୍ଯ୍ୟ ଆହୁରି ସମୁଜ୍ଜ୍ୱଳ ହୋଇ ଉଠୁଅଛି! ଆକାଶର କେଉଁ ଦୂର ଦୂରାନ୍ତରରୁ ପୂର୍ଣ୍ଣଚନ୍ଦ୍ର ଏହି ସଙ୍କୋଚହୀନ ସରଳ ହାସ୍ୟୋଚ୍ଛ୍ୱାସ ଦେଖି ଅତ୍ୟନ୍ତ କୌତୁକ ବୋଧ କରୁଅଛନ୍ତି ଏବଂ ଚନ୍ଦ୍ରକିରଣରେ ସେହି କୌତୁକ ପରିସ୍ଫୁଟ ହେଉଅଛି। ସ୍ନିଗ୍ଧ ଶୋଭାବିଭାସିତ ଶାରଦ ଲକ୍ଷ୍ମୀଙ୍କର କଳହାସ୍ୟ କଲ୍ଲୋଳିତ ପୁଷ୍ପଗନ୍ଧ ବିଳସିତ ବିମଳ ରାତ୍ରି ଶୋଭା ଆଜି ସମ୍ପୂର୍ଣ୍ଣ। ଆକାଶରେ ଚନ୍ଦ୍ରଙ୍କର ହାସ୍ୟ, ବଣରେ ପ୍ରତ୍ୟେକ ପଲ୍ଲହବ ଅନ୍ତରାଳବର୍ତ୍ତୀ ସୁବାସପୂର୍ଣ୍ଣ କୁସୁମର ହାସ୍ୟ, ଗୃହପ୍ରାଙ୍ଗଣରେ ବାଳକ ବାଳିକାମାନଙ୍କ ହାସ୍ୟ ନିଖିଳର ସମସ୍ତ ହାସ୍ୟତରଙ୍ଗ ମିଶି ଏକ କୋମଳ ହାସ୍ୟସାଗର ସୃଷ୍ଟି କରୁଅଛି! ହେମନ୍ତ ଉଜ୍ଜ୍ୱଳ ସ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ଆଭରଣରେ ସଜ୍ଜିତ ହୋଇ ହେମନ୍ତ ଆସିଲା। ସରୋବରର ନୀଳ ଜଳରେ ରକ୍ତକଇଁ ଓ ନୀଳକଇଁର ଶୋଭା ହ୍ରଦର ସନ୍ତରାବଣ ମଧ୍ୟସ୍ଥ ନୀଳକଇଁ ଫୁଲର ମସ୍ତକ ବିକାଶ, କାନନରେ କାନନ ଲକ୍ଷ୍ମୀଙ୍କ ଚନ୍ଦନରଚନା ରୂପ ଅତଣ୍ଡୀର ଧବଳ ପତ୍ର ଶୋଭା ଘେନି ହେମନ୍ତ ସ୍ୱୀୟ ପ୍ରଭାବ ବିସ୍ତାର କରୁଅଛି। ରବି ଶସ୍ୟର ହରିତିମାରେ କ୍ଷେତ୍ରସମୂହ ପରିଶୋଭିତ ହେଲାଣି। ଫେସି କୁସୁମ ଓ କୋଇଲିଖିଆର ନୀଳ ଫୁଲ ଏବଂ ଗୋଖରାର ହଳଦିଆ ଫୁଲରେ ପ୍ରକୃତିଦେବୀଙ୍କ ଗାଲିଚା ବିସ୍ତୃତ ହେଲାଣି। ହିମର ଅତିଶଯ୍ୟ ଯୋଗୁଁ ପଦ୍ମିନୀ ମ୍ଳାନଭାବ ଧାରଣ କଲାଣି। କାଣିକଉଡ଼ିଆ ଫୁଲରେ ଗୃହସ୍ଥ ଘରର ବାଡ଼ ଅତି ରମଣୀୟ ଦିଶିଲାଣି। କୁଞ୍ଜଲତାର ରଙ୍ଗ ଓ ଧଳା ଫୁଲସମୂହରେ ଉଦ୍ୟାନ ବୃତିସମୂହ ଶୋଭିତ ଏବଂ ଘର ଚାଳ ଉପରେ ଶିମ୍ୱର ଧଳାଫୁଲରେ ସାତ୍ତ୍ୱିକଭାବ ସମାବିଷ୍ଟ। ଭୂଇଁ ବରକୋଳିରେ ବୁଦା ସବୁ ହରିଦ୍ରାଭ ଦିଶୁଅଛି। ନୀଳ ଜଡ଼ା କ୍ଷେତ କି ମନୋହର ଶୋଭା ଧାରଣ କରିଅଛି! ବଙ୍କିମ ବାଳ ଇନ୍ଦୁ ପରି ଅଗସ୍ତ୍ୟ ଫୁଲ ଚାରି ଆଡ଼େ ଫୁଟିଲାଣି। ଦୀପାବଳୀ ଆମାବାସ୍ୟରେ କୁଟୀରଠାରୁ ପ୍ରାସାଦ ପର୍ଯ୍ୟନ୍ତ ସମସ୍ତ ଗୃହ